ସେମାନେ ଠିକ୍ କରିପାରିଲେନି, ସେମାନେ ସ୍ୱପ୍ନ ଦେଖୁଛନ୍ତି କି ଜାଗ୍ରତ ଅଛନ୍ତି! ପୃଥିବୀର ସୌରଜଗତ ସମ୍ବନ୍ଧରେ ବଡ଼ ଅଦ୍ଭୁତ ଖବର ଦେଇ ଯାନ୍ତ୍ରିକ ରାଷ୍ଟ୍ରଦୂତ ବୈଜ୍ଞାନିକମାନଙ୍କ ଭିତରେ ଖାଲି ଚାଞ୍ଚଲ୍ୟ ଖେଳାଇଦେଲାନି, ସେମାନଙ୍କୁ ଏକ ନିକୃଷ୍ଟ ଧରଣର ବୈଜ୍ଞାନିକ ବୋଲି ପ୍ରତିପାଦନ କରିଦେଲା। ଯାନ୍ତ୍ରିକ ରାଷ୍ଟ୍ରଦୂତର ବୈଜ୍ଞାନିକ ବୃଦ୍ଧିମତ୍ତାରେ ସମସ୍ତେ ତାଟଙ୍ଗା। ମହାଶୂନ୍ୟରୁ ଆଗତ ଏହି ଯାନ୍ତ୍ରିକ ମଣିଷଟି ଯଦି ଏତେ ବୁଦ୍ଧିମାନ ଓ ମେଧାବୀ ତେବେ ଏହାର ସୃଷ୍ଟିକର୍ତ୍ତା, ସେହି ଗ୍ରହର ଅଧିବାସୀମାନେ ଯେ ଏହାଠାରୁ କେତେ ଗୁଣ ବୁଦ୍ଧିମାନ ଓ ମେଧାବୀ ହୋଇଥିବେ କଳ୍ପନା କରିବାକୁ ବୈଜ୍ଞାନିକମାନଙ୍କୁ ଅଧିକ ସମୟ ଲାଗିଲାନି। ଯାନ୍ତ୍ରିକ ରାଷ୍ଟ୍ରଦୂତ ଆମ ସୂର୍ଯ୍ୟକୁ ବିନଷ୍ଟ କରି ପୃଥିବୀକୁ ହରଣଚାଳ କରିବାର ଯେଉଁ ଯୋଜନା ଆମ ବୈଜ୍ଞାନିକମାନଙ୍କୁ ଦେଉଥାନ୍ତି, ଆମ ବୈଜ୍ଞାନିକମାନେ ସେଥିରୁ ବିୟଦ୍ଦଂଶ ହୃଦୟଙ୍ଗମ କରିବାକୁ ସମର୍ଥ ହେଉ ଥିଲେହେଁ ବାକିଗୁଡ଼ିକ ବୁଝିବାକୁ ସମର୍ଥ ହେଉ ନ ଥାନ୍ତି। ତେବେ ଆଲୋଚନା ଶେଷରେ ସେମାନେ ଯେଉଁ ମିଳିତ ବିବୃତି ଦେଲେ ସେଥିରୁ ଜଣାପଡ଼ିଲା ଯାନ୍ତ୍ରିକ ରାଷ୍ଟ୍ରଦୂତ ଯେଉଁ ଯୋଜନାଟି ଦେଇଛି, ସେହିଟି ଆପାତତଃ ଯୁକ୍ତିଯୁକ୍ତ ବୋଲି ସେମାନଙ୍କୁ ବୋଧହେଉଛି। ଯେହେତୁ ଯାନ୍ତ୍ରିକ ରାଷ୍ଟ୍ରଦୂତ ବୈଜ୍ଞାନିକ ଜ୍ଞାନରେ ପୃଥିବୀର ବୈଜ୍ଞାନିକମାନଙ୍କରଠାରୁ ଢେର ଉଚ୍ଚରେ, ତାର ସମସ୍ତ ଯୁକ୍ତି ଓ ବ୍ୟାଖ୍ୟାକୁ ହୃଦୟଙ୍ଗମ କରିବା ସେମାନଙ୍କ ପକ୍ଷରେ ସମ୍ଭବପର ନ ହେଲେହେଁ ସେମାନେ ଯେତିକି ବୁଝି ପାରୁଥାନ୍ତି, ସେଥିରୁ ପରା ଯୋଜନାଟି ସେମାନଙ୍କୁ ଯୁକ୍ତିଯୁକ୍ତ ଜଣାପଡ଼ୁଥାଏ। ଆଲୋଚନା ପରେ ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟ ସାଧାରଣ ଆସେମ୍ବ୍ଲି ଆଗରେ ପେଶ୍ କଲେ। ବୈଜ୍ଞାନିକମାନେ ଯେତେବେଳେ ଯାନ୍ତ୍ରିକ ରାଷ୍ଟ୍ରଦୂତର ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି, ସେତେବେଳେ ସାଧାରଣ ଆସେମ୍ବ୍ଲି ଏହାକୁ ବିରୋଧ କରିବ କେଉଁ ଆଶାରେ! ବୈଜ୍ଞାନିକମାନେ ମତ ଦେଇଥାନ୍ତି, ଯାନ୍ତ୍ରିକ ରାଷ୍ଟ୍ରଦୂତର ଯୋଜନା ଠିକ୍ ଯଦି ରୂପେ କାର୍ଯ୍ୟ କରେ, ତେବେ ଆମ ସୂର୍ଯ୍ୟ ପ୍ରାପ୍ତ ହୋଇ ପୃଥିବୀ ଆଉ ଏକ ସୌରଜଗତକୁ ହରଣଚାଳ ହେଲେହେଁ ପୃଥିବୀ ଅଧିବାସୀଙ୍କର କିଛି କ୍ଷତି ହେବନି। ପୃଥିବୀର ଲୋକେ କେବଳ ମାତ୍ର ସୂର୍ଯ୍ୟର କ୍ରମାଗତ ଦେଖିବାକୁ ପାଇବେ। ଆମ ସୂର୍ଯ୍ୟ ପାଉଁ ପାଉଁ ଆମ ପୃଥିବୀ ଆମ ସୌରଜଗତରୁ ଯାଇ ଆଉ ଏକ ସୌରଜଗତରେ ଅବସ୍ଥାପିତ ହୋଇ ସାରିଥିବ। ସେ ସୌରଜଗତର ସୂର୍ଯ୍ୟକୁ ଆମ ଲୋକେ ନିଜ ସୂର୍ଯ୍ୟ ବୋଲି ଭାବିବା କିଛି ବିଚିତ୍ର ନୁହେଁ। ସେମାନଙ୍କୁ ଜଣାପଡ଼ିବ ସତେ ଯେମିତି ଆମ ସୂର୍ଯ୍ୟ ଧ୍ୱଂସ ପ୍ରାପ୍ତ ହୋଇ ପୁଣି ନୂତନ ଜନ୍ମ ପାଇଛି। ଯାନ୍ତ୍ରିକ ରାଷ୍ଟ୍ରଦୂତର ଗଣନା ଯଦି ପ୍ରକୃତରେ ଠିକ୍ ଥାଏ ତେବେ ଆମ ପୃଥିବୀ ଧ୍ୱଂସ ପ୍ରାପ୍ତ ନ ହେବ ବୋଲି ଆଶା। ଅବଶ୍ୟ ସେହି ଗଣନାକୁ ହୃଦୟଙ୍ଗମ କରିବା ପୃଥିବୀର ବୈଜ୍ଞାନିକମାନଙ୍କ ଶକ୍ତିର ବାହାପର। ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଯାନ୍ତ୍ରିକ ରାଷ୍ଟ୍ରଦୂତର ଉଦ୍ଦେଶ୍ୟ ସାଧିତ ହେଲାଭଳି ପ୍ରସ୍ତାବ ଗୃହୀତ ହୋଇଗଲା। ବୈଜ୍ଞାନିକମାନେ ଯାହା ମତ ଦିଅନ୍ତୁ ବା ନ ଦିଅନ୍ତୁ ସଭ୍ୟମାନେ ଯାନ୍ତ୍ରିକ ରାଷ୍ଟ୍ରଦୂତର ପ୍ରସ୍ତାବରେ ରାଜି ହେବା ଛଡ଼ା। ଅନ୍ୟ ଉପାୟ ନ ଥିଲା। ଯାନ୍ତ୍ରିକ ରାଷ୍ଟ୍ରଦୂତ ଯେଉଁ ଗ୍ରହରୁ ଆସିଛି, ସେ ଗ୍ରହର ଲୋକେ ବିଜ୍ଞାନରେ ପୃଥିବୀଠାରୁ ଏତେ ଉନ୍ନତ ଯେ ଆମେ ସେମାନଙ୍କ ଆଗରେ ଶିଶୁ କହିଲେ ଅତ୍ୟୁକ୍ତି ହେବନି। ସେମାନେ ବିଜ୍ଞାନରେ ଶିଖର ସ୍ଥାନରେ ଅବସ୍ଥାନ କରୁଥିଲାବେଳେ ଆମେ ମାତ୍ର ମୂଳରେ ପଡ଼ି ରହିଛୁଁ। ସେମାନଙ୍କ ପ୍ରସ୍ତାବରେ ଜାତିସଂଘ ଯଦି ଅରାଜି ହୋଇଥାନ୍ତା ତେବେ ହୁଏତ ସେମାନେ ଜାତିସଂଘକୁ ଖାତିର ନ କରି ନିଜ କାର୍ଯ୍ୟ ସଂପାଦନ କରି ଯାଇ ଥାଆନ୍ତେ। ଜାତିସଂଘ ସେମାନଙ୍କ ପ୍ରସ୍ତାବରେ ରାଜି ନ ହୋଇ ଯଦି ଯୁଦ୍ଧ ଘୋଷଣା କରିଥାନ୍ତା ତେବେ ପୃଥିବୀକୁ ହରାଇବା ପାଇଁ ସେମାନଙ୍କୁ ମାତ୍ର କେଇ ମିନିଟ୍ରୁ ଅଧିକା ସମୟ ଲାଗି ନ